ସେଠାରେ ଗୋଟିଏ ସ୍ଥାନରେ କେତେଗୁଡ଼ିଏ ଅଣ୍ଡା ଦେଖିବାକୁ ପାଇଲୁଁ। ସେଗୁଡ଼ିକ ଆମ ଦେଶର ହଂସ କିମ୍ବା କୁକୁଡ଼ା ଅଣ୍ଡାଭଳି ଦେଖିବାକୁ। ଏହା ଦେଖି ଭାବିଲି, ଯଦି ଏଇ ପକ୍ଷୀମାନଙ୍କୁ ଦେଖିବାକୁ ପାଏଁ ଏବଂ ଧରି ନେଇ ପୋଷା ମନାଇବାର ବ୍ୟବସ୍ଥା କରନ୍ତି, ତାହାହେଲେ ଭବିଷ୍ୟତରେ ଆଉ ଖାଦ୍ୟପାଇଁ ଏଠି କ୍ଳେଶ ସହିବାକୁ ହୁଅନ୍ତା ନାହିଁ। ଦିନେ ସେହି ପକ୍ଷୀମାନଙ୍କ ମଧ୍ୟରୁ କେତୋଟିଙ୍କୁ ମୋ ଜାଲରେ ଧରିଲି। ପ୍ରଥମ କତୋଟି ଦିନ ସେମାନଙ୍କୁ ମୋ ଘର କୋଣରେ ଅଟକାଇ ରଖିଲି। ଏକ ସପ୍ତାହ ପରେ ଏଇ ପକ୍ଷୀମାନଙ୍କର ପର କାଟି ବାହାରେ ରଖିବାର ବନ୍ଦୋବସ୍ତ କଲି। କ୍ରମେ କ୍ରମେ ସେଗୁଡ଼ିକ ଏମିତି ପୋଷା ମାନିଲେ ଯେ, ଏଗୁଡ଼ିକ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଘୂରିବୁଲିଲେ। କ୍ରମେ ଏମାନଙ୍କ ସଂଖ୍ୟା ବଢ଼ିବା ଫଳରେ ଦୁର୍ଦ୍ଦିନରେ ଆମ୍ଭମାନଙ୍କର ଆଉ ଖାଦ୍ୟର ଭାବନା ରହିଲା ନାହିଁ। ଡିମ, ମାଛ, ମାଂସ ଏବଂ ଅନ୍ୟାନ୍ୟ ଖାଦ୍ୟ ସଂଗ୍ରହର ବ୍ୟବସ୍ଥା ହେଲା ପରେ ଆମ୍ଭମାନଙ୍କର ଆଉ ଚିନ୍ତା ନାହିଁ। ମୁଁ ଭାବିଲି, ଯଦି କେତୋଟି ବଳଦ କିମ୍ବା ଗାଈ ଏଇ ଦୁର୍ଗମ ପ୍ରଦେଶରେ ସଂଗ୍ରହ କରିପାରନ୍ତି ତାହାହେଲେ ଏଠାରେ କୃଷିକାର୍ଯ୍ୟଦ୍ୱାରା ଶସ୍ୟ ଉତ୍ପାଦନର ଚେଷ୍ଟା କରନ୍ତି। କିନ୍ତୁ। ତାହା ସମ୍ଭବ ନୁହେଁ, ପଶୁ ଯେମିତି ଏ ଦେଶରେ ନାହିଁ। ମଣିଷର ଏହା ଗୋଟିଏ ସ୍ୱଭାବ ଯେ, କୌଣସି ପ୍ରକାରରେ ତା'ର ଆକାଂକ୍ଷା କେବେ ପୂର୍ଣ୍ଣ ହୁଏନା। ସେ ଯେତେ ପାରେ ସେତେ ଅଭାବ ସୃଷ୍ଟି କରେ ଏବଂ ଆହୁରି ଲୋଭୀ ହୁଏ। ଇଉଓୟାରକି ଧୀରେ ଧୀରେ ସମସ୍ତ ଜିନିଷ ମୋର ଏଇ ଗୁହା ଗୃହକୁ ଜାହାଜରୁ ଆଣିଲେ। କିଏ ଜାଣିଥିଲା ଯେ ମୁଁ ଏମିତି ଭାବରେ ମୋର ଜିନିଷପତ୍ର ଫେରି ପାଇବି ବୋଲି। ଏବେ ଭାବେ, ଯଦି ଗୋଟା ଜାହାଜଟିକୁ ଏଠାକୁ ଆଣିପାରନ୍ତି, ତାହାହେଲେ ତା'ର ଖଣ୍ଡିଏ କାଠ ମଧ୍ୟ କାମରେ ଲଗାନ୍ତି-। କିନ୍ତୁ ଇଉଓୟାରକି ପ୍ରତିଦିନ ଯେଉଁ ଭାବରେ ଗୋଟିଏ ଗୋଟିଏ ଜିନିଷ ବୋହିବାକୁ ଲାଗିଲେ। ଏମିତି ଭାବରେ ସେ ସାରା ଜୀବନ ଆଣିଲେ ମଧ୍ୟ ଶେଷ କରିପାରିବେ ନାହିଁ। ମୁଁ ଭାବିଲି ଯଦି କୌଣସି ପ୍ରକାରରେ ଜାହାଜ ମଧ୍ୟସ୍ଥ ବଡ଼ ବଡ଼ ସିନ୍ଦୁକମାନ ସୁଡ଼ଙ୍ଗର ସେଇ ଜଳସ୍ରୋତ ମଧ୍ୟ ଦେଇ ଭସାଇ ହ୍ରଦ ମଧ୍ୟକୁ ଅଣାଯାଇ ପାରନ୍ତା, ତାହାହେଲେ ଧୀରେ ଧୀରେ ସବୁ ଜିନିଷ ସେଠାରୁ ଆଣି ହୁଅନ୍ତା। ମୁଁ ଏମିତି ଭାବରେ ନାନା ଚିନ୍ତା କରୁଛି, ସେତିକିବେଳେ ସେଠାରେ ଇଉଓୟାରକି ଆସି ଉପସ୍ଥିତ ହେଲେ। ସେ ମୋର ବିଷଣ୍ଣ ଭାବ ଦେଖି ପଚାରିଲେ, ''ତୁମେ ଏମିତି ଚିନ୍ତାକୁଳ କାହିଁକି ବୁଲୁ? '' ମୁଁ କହିଲି, ''ତୁମେ ଜାହାଜକୁ ଯାତାୟାତ କରିବାଠାରୁ ମୋର ମନେହେଉଛି, ମୁଁ ଯଦି ଥରେ ମାତ୍ର ସେଠାକୁ ଯାଇପାରନ୍ତି, ତାହାହେଲେ ଜାହାଜର ସମସ୍ତ ଜିନିଷପତ୍ର ଆଣିବାର ସୁବ୍ୟବସ୍ଥା କରିପାରନ୍ତି। କିନ୍ତୁ ଏହି ଜଳସ୍ରୋତର ଉଜାଣି ବାହି ମୁଁ କେମିତି ସେଠାକୁ ଯାଇପାରିବି କୁହ? ନୌକାଟି ପାହାଡ଼ ଦେହରେ ବାଜି ଏକାଥରକେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ମୋତେ ବି ହୁଏତ ଜୀବନ ହରାଇବାକୁ ହେବ। ଇଉଓୟାରକି କହିଲେ, ''ତୁମେ ଏଥିପାଇଁ ଚିନ୍ତିତ ହୁଅନା। ମୁଁ ଏଥର ଜାହାଜକୁ ଯାଇ ତୁମରି କଥାନୁସାରେ ଜାହାଜର ପ୍ରତ୍ୟେକଟି ଅଂଶ ତନ୍ନ ତନ୍ନ କରି ଦେଖିବି ଏବଂ ଯାହା କିଛି ପାରିବି ନେଇଆସିବି। ଏବେ ଇଉଓୟାରକି ଜାହାଜରେ ଆଉ ଖଣ୍ଡିଏ ଯେଉଁ ନୌକା ଥିଲା, ସେଇ ନୌକା ମଧ୍ୟରେ ପ୍ରୟୋଜନୀୟ ଜିନିଷପତ୍ର, ବାକ୍ସ ଆଦି ଯାହା ପାଇଲେ